ଭଲ-ମନ୍ଦ ତାଙ୍କ ଆଖିରେ ସମସ୍ତେ ସମାନ। ଯେଉଁମାନେ ମଣିଷ ତିଆରି ନିୟମର ବେଷ୍ଟନୀ ଅତିକ୍ରମ କରି, ନିଜକୁ ଭଗବାନଙ୍କର ପାଦପଦ୍ମରେ ସଂପୂର୍ଣ୍ଣରୂପେ ସମର୍ପଣ କରି ଭଗବତ୍ ନିୟମର ଅନ୍ତର୍ଭୁକ୍ତ, ସେମାନେ ଜୀବନର ମୂଳସୂତ୍ର ଜାଣନ୍ତି। ସେମାନେ ମହାପୁରୁଷ। ସମଦର୍ଶିତା ତାଙ୍କର ବୈଶିଷ୍ଟ୍ୟ। ଦୃଷ୍ଟିଭଙ୍ଗୀ ପୃଥକ୍-କିନ୍ତୁ ତାଙ୍କ ନିକଟରେ ଭେଦାଭେଦ ନାହିଁ। ଏଠାରେ ମହାଯୋଗୀ, ମହାସାଧକ, ମହାପୁରୁଷ ରାମଦାସ-କାଟିଆବାବାଙ୍କ କଥା କୁହାଯାଉଛି। ତାଙ୍କ ସମୟରେ ମୁସଲମାନ ରାଜାମାନଙ୍କର ପ୍ରବଳ ପ୍ରତାପ ଥିଲା ଏବଂ ଦେଶରେ ସିପାହୀ ବିଦ୍ରୋହ ମୁଣ୍ଡ ଟେକିଥିଲା। ସିପାହୀ-ବିଦ୍ରୋହ ବେଳେ ସମଗ୍ର ଦେଶରେ ବିଦ୍ରୋହର ନିଆଁ ଜଳି ଉଠୁଥିଲା। ଚତୁର୍ଦ୍ଦିଗରେ ବିଶୃଙ୍ଖଳା ଏବଂ ଅଶାନ୍ତି ଘୋଟି ରହିଥିଲା। ଏହି ସମୟରେ ଥରେ କାଟିଆବାବା ଯମୁନାତୀରବର୍ତ୍ତୀ କୌଣସି ସ୍ଥାନକୁ ଯାଉଥିଲେ। ଜଣେ ସିପାହୀ ଗୁପ୍ତଚର ବୋଲି ସନ୍ଦେହ କରି ତାଙ୍କୁ ଚାରିଥର ଗୁଳି ମାରିଲା। ପ୍ରତ୍ୟେକ ଥର ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାର ଦେଖି ସିପାହୀର ଚେତନା-ଉଦୟ ହେଲା। ସେ କାଟିଆବାବାଙ୍କର ଅଲୌକିକ ଯୋଗଶକ୍ତିର ପରିଚୟ ପାଇ ମୁଣ୍ଡର ପଗଡ଼ି ଖୋଲି ତାଙ୍କୁ ଅଭିବାଦନ କରି ଚାଲି ଯାଇଥିଲା। ଥରେ ଗୋସାଇଁଆ ନାମକ ଏକ ଦୁର୍ଦ୍ଦାନ୍ତ ଡକାଏତ ଚଉଦ ବର୍ଷ ଜେଲ ଖଟି ଅବସ୍ଥାଚକ୍ରରେ କାଟିଆବାବାଙ୍କର ସମ୍ପର୍କରେ ଆସି ଚୈତନ୍ୟ ଲାଭ କରିଥିଲା। ଦୁର୍ବ୍ୟବହାର ଏବଂ ଘୃଣା ଯାହା କରିପାରେ ନାହିଁ, ସ୍ନେହ-ପ୍ରୀତି ତାହା ଅନାୟାସରେ ସମ୍ପନ୍ନ କରିପାରେ। ସେ ଡକାଏତି ଛାଡ଼ିଦେଇ ନିର୍ମଳ ପବିତ୍ର ଜୀବନ ଯାପନ କରିଥିଲା। ଭାରତୀୟ ସାଧୁମାନଙ୍କ ମଧ୍ୟରେ ରାମଦାସ-କାଟିଆବାବାଙ୍କ ଜୀବନୀ ଧ୍ରୁବତାରା ସଦୃଶ-। ସାଲ ମାର୍ଚ୍ଚ ଆଠ ତାରିଖରେ ସେ ମହାସମାଧିରେ ଲୀନ ହେଲେ। ଆତ୍ମବିଶ୍ୱାସ ହିଁ ମୂଳ ମଣିଷ କାମ ନ କରି ରହିପାରେନା। ଏ କାମର ଫଳାଫଳ ମଧ୍ୟ ରହିଛି। ଯିମିତି ତମେ ରେଳ ଚଢ଼ିବ; ଏଥିପାଇଁ ଷ୍ଟେସନକୁ ଯିବାକୁ ପଡ଼େ। ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼େ। ଟିକଟ କିଣି ପ୍ଲାଟଫର୍ମରେ ଗାଡ଼ି ପାଇଁ ଅପେକ୍ଷା କରିବାକୁ ପଡ଼େ। ଗାଡ଼ି ଆସିଲେ ପରିଶ୍ରମକରି ଡବାରେ ଚଢ଼ିବାକୁ ହୁଏ ଡବାରେ ଚଢ଼ି ନିଜ ସ୍ଥାନ ବାଛି ନେବାକୁ ପଡ଼େ। ତା'ପରେ ଗାଡ଼ି ଚାଲେ। ଲକ୍ଷ୍ୟ ଥାଏ ଯେ ଗାଡ଼ିଟି ଯାଇ ଅନ୍ୟ ଏକ ଷ୍ଟେସନରେ ଠିଆ ହେବ, ତମେ ଓହ୍ଲାଇବ। ତମର ଲକ୍ଷ୍ୟ ହାସଲ ହେଲା। ସେତେବେଳକୁ ଅବଶ୍ୟ କେତେବାଟ କିମିତି ଆସିଲ ସେ କଥା ମନେ ନ ଥାଏ। ତମ ମନରେ ବିଶ୍ୱାସ ଜନ୍ମିଛି ଯେ ଗାଡ଼ିରେ ଇମିତି ଚଢ଼ିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ତ୍ରୁଟି ହେବନାହିଁ। ଏହି ବିଶ୍ୱାସଟି ହେଲା ଅସଲ ଜିନିଷ। ଏହା ମନ ଭିତରେ କିପରି କାମ କରେ, ଜାଣିଛ? ଶୁଣ ତେବେ। ଯଦି ତମେ ଭାବିବ ଯେ 'ହଁ ପାରିବି, ହଁ ପାରିବି, ହଁ ପାରିବି', ଚିନ୍ତା କଲେ ତାହା ମନରେ ଦୃଢ଼ ହୁଏ ଏବଂ ସେଇଥିରେ ମଣିଷ ଜୟୀ ହୁଏ। ପୃଥିବୀରେ ଯେଉଁ ବଡ଼ କାମ ହେଉଛି ସବୁ ଏହି ବିଶ୍ୱାସ ଉପରେ। ବିଶ୍ୱାସ ବଳରେ ହନୁମାନ ସମୁଦ୍ର ପାରିହେଲା। ବିଶ୍ୱାସ ବଳରେ ମିହିର ସେନ୍ ଇଂଲିଶ୍ ପ୍ରଣାଳୀ ପାରିହେଲେ। ଏହି ବିଶ୍ୱାସ ବଳରେ ଅସାଧ୍ୟ ମଧ୍ୟ ସାଧିତ ହୁଏ। ଏହି ଆତ୍ମବିଶ୍ୱାସ ବଳରେ ତମେ ପରୀକ୍ଷାରେ ପାସ୍ କର। ଏହାରି ବଳରେ ପ୍ରତିଯୋଗିତାରେ ଜୟ କର ଏହି ଆତ୍ମବିଶ୍ୱାସ କିପରି ଦୃଢ଼ କରାଯାଇପାରିବ? ଲକ୍ଷ୍ୟକୁ ସତ୍ମାର୍ଗରେ ରଖି କର୍ମ କରିଯିବାକୁ ହେବ। କାହାର ନିନ୍ଦା ବା ପ୍ରଶଂସାକୁ ଅପେକ୍ଷା କର ନାହିଁ। କର୍ମର ଫଳକୁ ଅପେକ୍ଷା କର ନାହିଁ। ଭଲ